ନାଥୁ କାନ୍ଥ ଆଡ଼କୁ ମୁହଁ ଓ ବାପ ଆଡ଼କୁ ପିଠି କରି ଶୋଇଯାଏ। ବାହାଦୁର ପିଣ୍ଡା ତା ପଲାରେ ଆରାମରେ ଶୁଏ। ସୁବଳର ସ୍ତ୍ରୀ କେତକୀ ନାଥୁକୁ ଦେଢ଼ବର୍ଷ ହେବାବେଳୁ ସୁବୁଳକୁ ଛାଡ଼ି ପଳେଇଛି। ସୁବଳକୁ 'ମା କାହିଁ' ବୋଲି ନାଥୁ ପଚାରିଲେ ସୁବଳ ତା ପ୍ରଶ୍ନକୁ ଏଡ଼େଇଯାଏ। କେଉଁଦିନ ବେଶି ଜିଦ୍ କଲେ କହେ 'ମରିଯାଇଛି'। ପିଲାଦିନୁ ନାଥୁ ଶୁଣିଛି, ତା ମା ନାହିଁ। ସେ ମରିଯାଇଛି। କିନ୍ତୁ ସୁବଳ ଜାଣେ, ସେ ତା ପୁଅକୁ ମିଛ କହି ଆସିଛି। ସୁବଳର ମା ମରିଯାଇନାହିଁ, ଆଖ୍ତାର ମିଆଁ ସାଙ୍ଗେ ପଳେଇଯାଇଛି। ସୁବଳର ଦାରିଦ୍ର୍ୟ, ତାର ଚାଳଘର, ତାର ନିପାରିଲା ପଣିଆକୁ ପାଦରେ ଗୋଇଠା ମାରି, ଦେଢ଼ବର୍ଷର ଦୁଧଖିଆ ଛୁଆଟାକୁ ମୂରୁଛି କେତକୀ ସାତବର୍ଷ ହେଲାଣି ପଳେଇଯାଇଛି। କେତକୀର କଥା ମନେପଡ଼ିଲେ ରାଗରେ ସୁବଳ ତାତିଯାଏ। ରାସ୍ତାର ଇଟାପଥରକୁ ଗୋଇଠା ମାରେ। ଭାଟିକୁ ଯାଇ ମଦ ପିଏ। କିନ୍ତୁ ଘରକୁ ଫେରି ନାଥୁ ଉପରେ ନିଜର ନଜର ପଡ଼ିବା କ୍ଷଣି କେତକୀର ମୁହଁ ତା ଆଖିରେ ନାଚି ଉଠେ। ଟୋକାଟାର ମୁହଁ ଠିକ୍ ତା ମା ପରି, ସୁବଳ ମନକୁ ମନ କହେ। ପୁଣି ମନେପଡ଼େ ଆଖ୍ତାର ମିଆଁର ଅବିଶ୍ୱସ୍ତ ପଣିଆ, କେତକୀର ବିଶ୍ୱାସଦ୍ରୋହ। ତାର ଲୋମମୂଳ ଟାଙ୍କୁରି ଉଠେ। ବେଇମାନ! ଦୋସ୍ତି ଦେଖେଇ ବେଇମାନି କରିଛି ସେଇଟା, କଦାପି ସୁଖରେ ରହିବ ନାହିଁ। ଧର୍ମ ସହିବ ନାହିଁ ସେ ଯୋଡ଼ାକ ଧର୍ମଛଡ଼ାଙ୍କୁ। ଆଖ୍ତାର ମିଆଁ ତାକୁ ଶିଖେଇଥିଲା କୁକୁଡ଼ା ଲଢ଼େଇବର କୌଶଳ। କେମିତି କୁକୁଡ଼ାକୁ ଡ଼ାଲିମ ଦେବାକୁ ହୁଏ, କଉଶଳରେ ତା ଗୋଡ଼ ଗଣ୍ଠିରେ ବାନ୍ଧି ଦିଆଯାଏ ଛୋଟିଆ ଛୁରୀ ଓ କେମିତି ଖେଳ ଆରମ୍ଭ ହେବା ଆଗରୁ ତାକୁ ରଗେଇ ଦିଆଯାଏ,ଏସବୁ ସେଇ ଶିଖେଇଥିଲା। ସୁବଳ କୁକୁଡ଼ା ଲଢ଼େଇର କୌଶଳ ଶିଖିଗଲା, କିନ୍ତୁ ସଂସାର କୌଶଳରେ ହାରିଗଲା। କୁକୁଡ଼ା ଲଢ଼େଇ ଶିଖିସାରିବା ବେଳକୁ ଆଖ୍ତାର୍ ତାକୁ ହରେଇଦେଲା ଦେଇ ତା ସ୍ତ୍ରୀକୁ ନେଇ କୁଆଡ଼େ ପଳେଇ ଯାଇଥିଲା। ସୁବଳର ମାଂସପେଶୀ ଫୁଲି ଉଠିଲା। ଘରଟା ଏବେ ତାକୁ ଆଇଁଷିଣିଆ ଗନ୍ଧଉଥିଲା। ବିଶ୍ୱାସଘାତକତାର ଗନ୍ଧ ଲାଗିଛି ଏଇ ଘର କାନ୍ଥରେ। ଆଗେ ସେ ବାହାଦୁରକୁ ହାଣିଦେବ, ତାପରେ ଯୋଉ କଥା। ହେଲା ଏବେ, ସେ ଥିଲା ତାର ସାନପୁଅ, ନାଥୁ ତଳକୁ। ତ କଣ ହେଲା? ଏ ପୃଥିବୀ ଜିଣିଲାବାଲାର। ହାରିଲାବାଲାର ନୁହେଁ। ନାଥୁ ଅନଉଛି, ଅନଉ। ସେ ବି ଦେଖୁ। ସୁବଳ ପାଖରେ ହାରିବାବାଲାର ଥାନ ନାହିଁ। ତାର ପାଦ ଯୋଡ଼ିକ ବାହାଦୁର୍ ଆଡ଼କୁ ଆଗେଇଗଲା। ବାହାଦୁର୍ ତାର ବେକ ଶଣ୍ଢା ଟେକି ଜୁଳୁଜୁଳୁ କରି ଅନେଇଲା। ହୁଏତ ସେ ସୁବଳର ମନକଥା ଠିକ୍ ଠିକ୍ ପଢ଼ି ପାରୁଥିଲା। ଏଇ ଲୋକଟାର ଠାର ସେ ବୁଝେ। ତାର ସବୁ ଇସାରାର ମତଲବ ଜାଣିପାରେ। ସେଇଥିପାଇଁ ସେ ସବୁଠି ଜିଣେ। କିନ୍ତୁ ଆଜି ସେ ପାରିଲା ନାହିଁ। ସେ ଆଖିମୁଦି ତଳେ ପଡ଼ିଗଲା, ତୋତେ ଜିତେଇ ପାରିଲି ନାହିଁ, ମାଫ୍ କରିଦେ। ମାରିବା ଆଗରୁ ମାଫ୍ କରିଦେ ପହିଲେ, ତାର ଝାଉଁଳି ପଡ଼ିଥିବା ମୁକୁଟ, ଶେତା ପଡ଼ିଯାଇଥିବା ଆଖିଯୋଡ଼ିକ ଯେମିତି ଏଇଆ କହୁଥାଏ। ସୁବଳର ଛୁରୀଟା ବାହାଦୁର୍ ବେକ ଉପରେ ଚୋଟ ବସେଇ ଦେଇଥାଆନ୍ତା। କିନ୍ତୁ ନାଥୁ ଝପଟି ଆସି ବାପକୁ ପିଠି କରି ବାହାଦୁର୍କୁ କୋଳେଇ ଧଇଲା। ତାର ଦୁର୍ବଳିଆ ଦେହଟା ସଂପୂର୍ଣ୍ଣ ଘୋଡ଼େଇ ରଖିଥିଲା ବାହାଦୁର୍କୁ। ସୁବଳ ଚିତ୍କାର କରି ଉଠିଲା, "ଛାଡ୍, ନ ହେଲେ ତୋତେ ବି ହାଣିଦେବି।" ସେ ନାଥୁର ଡେଣା ଧରି ଭିଡ଼ି ଆଣିଲା। ନାଥୁ ବିକଳରେ ଚିତ୍କାର କରି ଉଠିଲା, "ମରିଗଲି ଲୋ ମା, ମରିଗଲି " ତାର ସେ ଚିତ୍କାରରେ ସୁବଳର ଚାଳଛପର, ତା ଅସ୍ଥିପଞ୍ଜରା ଉପରର ଚମ ଛାଉଣି ସତେ କି ଦୋହଲିଗଲା। ସେ ଟିକିଏ ଦମ୍ ନେବା ପାଇଁ ଛିଡ଼ା ହୋଇଗଲା। ତାର ନିଶା ପାଣି ଫାଟିଯାଇଥିଲା। ଏତେ ବିକଳ ହୋଇ ନାଥୁ କେଉଁଦିନ ତା ସାମ୍ନାରେ କାନ୍ଦି ନଥିଲା। ସୁବଳ ଚିତ୍କାର କରି ଉଠିଲା, "କଣ କହୁଛୁ ବେକୁବ? କହ!" ବାପର ସେ ଚିତ୍କାରରେ ନାଥୁ ଶଙ୍କିଗଲା। ଯେମିତି ସେ ମଣିଷଛୁଆ ନୁହେଁ, ଗୋଟେ କୁକୁଡ଼ାଛୁଆ। "ତାକୁ ମାର୍ନା ବାପା। ସେ ଭଲ କୁକୁଡ଼ା।" "ଅଲ୍ବତ୍ ମାରିବି। ଅଲବତ୍।"